ମହେନ୍ଦ୍ରବାବୁ ଲୋକଙ୍କୁ ସେହି ଭାବନାରୁ ମକ୍ତ ରଖିବା ଦିଗରେ ଯଥେଷ୍ଟ ସାହାର୍ଯ୍ୟ କରିଛନ୍ତି। ପାଷାଣୀ କନ୍ୟା-ମୋଟାମୋଟି ଏକ ଭ୍ରମଣ କାହାଣୀ କିନ୍ତୁ ଏହା ଭିତରେ ଅଛି ସରସତା। ପାଠକ ଏହାକୁ କିଭଳି ଭାବେ ଗ୍ରହଣ କରିବେ ଜାଣେନା। ଗୋରାଚାନ୍ଦ ମିଶ୍ର ପି-, ଲେବର କଲୋନୀ କଟକ ମୁଁ ସେଦିନ ସାତହଜାର ଫୁଟ ଉଚ୍ଚରେ। ତଳେ ଧୂମଳ ମେଘମାଳା। ଦିନ ବାରଟା। ତଥାପି ସୂର୍ଯ୍ୟର ଦେଖାନାହିଁ। ମୁଁ ଖାଲି ଚାହିଁଚି ଆକାଶକୁ। ମଲ୍ ଦାର୍ଜିଲିଂର ମନୋରମ ଓ ଅନୁପମ ଦୃଶ୍ୟ ପ୍ଳାବିତ ସମ୍ଭୋଗ ମଣ୍ଡପ। ମୁଁ ଏହି ମଣ୍ଡପରେ ଏକ ପାଖରେ ଗୋଟିଏ ସିମେଣ୍ଟ ବେଞ୍ଚ ଉପରେ ବସି ସଂକ୍ଷେପରେ ଏହି ସ୍ୱର୍ଗପୁରୀର ଦୃଶ୍ୟ ବର୍ଣ୍ଣନା କରି ଚିଠି ଲେଖୁଥାଏ। ଗୁଡ଼ାଏ ଚିଠି। ସବୁଥିରେ ବର୍ଣ୍ଣନାର ବିଷୟବସ୍ତୁ ଭିନ୍ନ ଭିନ୍ନ କାରଣ ଗୋଟିଏ ପୋଷ୍ଟକାର୍ଡ଼ ଲେଖିବା ଭିତରେ ସେଠାକାର ଦୃଶ୍ୟ ବିଭିନ୍ନ ଭାବରେ ଦେଖିବାକୁ ପାଉଥାଏ। କେତେବେଳେ ତୁଷାରମୟ କୁହୁଡ଼ି ମାଡ଼ି ଆସେ ଘନୀଭୂତ ଭାବରେ, ଦ୍ରୁତଗତିରେ। ପାଖରେ ବସିଥିବା ଲୋକକୁ ଦେଖିବା କଠିନ ହୁଏ। କିନ୍ତୁ ପରମୁହୂର୍ତ୍ତରେ କୁହୁଡ଼ି କୁଆଡ଼େ ଉଭେଇଯାଏ-ସୂର୍ଯ୍ୟର କ୍ଷଣିକ ରଶ୍ମି ଦୂର ଶୈଳର ସବୁଜ କିଶଳୟ ଦେହରେ ପଡ଼ି ଏକ ଅପୂର୍ବ ଲୋଭନୀୟ ଦୃଶ୍ୟ ସୃଷ୍ଟି କରେ। ଖାଲି ରଶ୍ମି, କିନ୍ତୁ ସୂର୍ଯ୍ୟ କାହିଁ? କୁହୁଡ଼ି ଉଭେଇଗଲା, ମୁଁ ପୁଣି ମୁଣ୍ଡ ତଳକୁ କରି ଚିଠିଲେଖା ଆରମ୍ଭ କଲି। ''ବାବୁଜୀ-ଓ ବାବୁଜୀ। '' ମୁଣ୍ଡ ଉଠେଇ ଦେଖେ ତ ଆଗରେ ତେନ୍ଜିଂର ବଂଶଧର ଜଣେ ବଳିଷ୍ଠ ସେର୍ପା ଯୁବକ, ପାଖରେ ମସ୍ତ, ଏକ ଘୋଡ଼ା-ଉପରେ ଜିନ୍। ଜଣେ କିଶୋରୀ ସହିତ ତା'ର କଳିକଜିଆ। ପାହାଡ଼ୀଭାଷାରେ କଥାବାର୍ତ୍ତା। ମୋ ପକ୍ଷରେ ଦୁର୍ବୋଧ୍ୟ। ଚିଠି ଲେଖା ବନ୍ଦ କରି ତାଙ୍କ କଳିକଜିଆ ଦେଖିବାକୁ ମଜା ଲାଗିଲା। କିନ୍ତୁ କଳିକଜିଆ ତୀବ୍ର ହୋଇ ଉଠିଲା। ଶେଷରେ ସମାଧନ ହେଲା। ବୁଝିଲା ଯେ କିଶୋରୀଟି ତାର ଜଣେ ଆତ୍ମୀୟର ଘୋଡ଼ାରେ ବସିବା ପାଇଁ ଆଗରୁ ଆସି ମୋ ଚିଠି ଲେଖା ସରିଲେ ମତେ ପଚାରିବ ବୋଲି ଅପେକ୍ଷା କରିଚ। କିନ୍ତୁ ଇତି ମଧ୍ୟରେ ଏ ଯୁବକଟି ମଉଜା ଉଣ୍ଡି ତାକୁ ବାଧା ଦେଲା। ଶେଷରେ ମୁଁ କହିଲି ଯେ ମୁଁ ତୁମ ଦୁଇଜଣଙ୍କ ଘୋଡ଼ାରେ ବସିବି ବସିଲି ମଧ୍ୟ। ମଲ୍ବା ଏହି ଅଞ୍ଚଳଟି ହେଉଛି ଦାର୍ଜିଲିଂର ଏକ ସମତଳ କ୍ଷେତ୍ର। ପାହାଡ଼ର ଏକ ବଡ଼ ଥାଳୀ। ତଳେ, ବହୁତ ତଳେ ଏକ ବିସ୍ତୃତ ଉପତ୍ୟକା-ଏକ ଓସାରିଆ ଗଭୀର କୂଅ ଭଳି। ଉପରେ ବଢ଼ିଆ ସଡ଼କ। ଫର୍ଲଙ୍ଗ ଖଣ୍ଡେ ଏମିତି ସମତଳ। ଘୋଡ଼ାରେ ବସି ଏ ଅଞ୍ଚଳଟି ବୁଲିବା ବଡ଼ ସୁଖପ୍ରଦ। ଘୋଡ଼ା ଉପରେ ସାଇଶ ପରି ଏମାନେ ଲଗାମ ଧରି ଚାଲନ୍ତି। ଇଚ୍ଛା କଲେ ବା ତମକୁ ଡର ଲାଗିଲେ, ଏମାନେ ତୁମ ପାଖରେ ଘୋଡ଼ା ପିଠିରେ ବସନ୍ତି। ବହୁତ ଗପସପ। ନାନାଦି କଥା-। ସିନେମା ଗୀତ, ଜଙ୍ଗଲ ଗୀତ, ସତେକି ସମସ୍ତେ ଗୀତ ବୋଲିବାରେ ଅଭ୍ୟସ୍ତ। ମୁଁ ଘୋଡ଼ା ଉପରେ ବସି ଖାଲି ଦୃଶ୍ୟ ଦେଖୁଥାଏ। ମଝିରେ ଘୋଡ଼ାକୁ ଠିଆ କରି କିଶୋରୀଟି କହିଲା ବଙ୍ଗଳାରେ। ''ଦେଖିବେ? '' ''କଣ? '' ''ଏଇ ଯେ ଜଲା ପାହାଡ଼। ଅଳ୍ପ ରାସ୍ତା। ସେଇଠି ତେନ୍ଜିଂର ଘର। ଯିବେ? '' ''ଯିବୁ, କିନ୍ତୁ ବର୍ତ୍ତମାନ ନୁହେଁ? '' ଘୋଡ଼ା ଉପରେ ବସି ବହୁ କଳ୍ପନା କରୁଥାଏ। ମୁଁ ଆସି କେଉଁଠି ପହଞ୍ଚିଲି? ପିଲାଦିନେ ବୋଉକୁ ପଚାରୁଥିଲି, ''ବୋଉ ସ୍ୱର୍ଗ କେଉଁଟା-? '' ବୋଉ ଆକାଶକୁ ଦେଖେଇ ଦେଉଥିଲା। ପୁଣି ପଚାରୁଥିଲି, ''ଭଗବାନ କେଉଁଠି ରହନ୍ତି-? '' ବୋଉ କହୁଥିଲା-ହିମାଳୟରେ। ତେବେ ମୁଁ କ'ଣ ସ୍ୱର୍ଗରେ-ଭଗବାନଙ୍କ ଘରେ? ଦୁଶ୍ଚିନ୍ତା ମଧ୍ୟ ଥିଲା। ବାହା ହୋଇଥିଲେ ସାଙ୍ଗରେ ଥାଆନ୍ତା ସେ। ଯଦି ବା ସେ ନ ଆସି ଥାଆନ୍ତା, ଅନ୍ତତଃ ଘରକୁ ଗଲେ ତାକୁ ତ ସବୁ ଖୋଲି କହନ୍ତି। ଭାରି ଖୁସି ହୁଅନ୍ତା। ପୁଣି ଦବି ଆସେ। ମୋ ନାଁରେ ବହୁତ ନିଆଖୁଣ୍ଟ ଗେଞ୍ଜା ହେଉଛି। ପୁଅଟା ଏମିତି ବୁଲି ବୁଲି ଫକୀର ହୋଇଯିବ ବୋଲି ଆମ ଗାଁ ଟିଭ ଗଉଡ଼ୁଣୀ। ମୋ ବୋଉକୁ ବହୁତଥର କହିଛି-। ବୋଉ ମୋ ଲାଗି ବହୁତ କାନ୍ଦିଚି। ବାପ, ଏ ଭଙ୍ଗାଘରଟି ସଜାଡ଼ି ଦେ, ବୁଲି ବୁଲି ଏମିତି ଖର୍ଚ୍ଚ କରନା। ମୋ ଧନପରା ମୋ ମୁଣ୍ଡ ଖାଇଲା ପରି।